ଅଞ୍ଚଳ ବୋଲି ଉଣେଇଶ ଶହ ଚଉଦ ମସିହା ପର୍ଯ୍ୟନ୍ତ ଦାବି କରି ଆସୁଥିଲା। ଟି. ଓ କାଲାଘାନ୍ ସେ ସମୟରେ ଉତ୍ତର-ପୂର୍ବ ଫ୍ରଣ୍ଟିୟର୍ ଏଜେନ୍ସିରେ ଜଣେ ସହ-ତତ୍ତ୍ୱାବଧାରକ ଥିଲେ। ଓ କାଲାଘାନ୍ ଚୀନ୍ ସୈନିକଙ୍କୁ ମ୍ୟାକ୍-ମୋହନ ରେଖା ଦିଗରେ ଆଉ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଇବାରେ ସଫଳ ହୋଇଥିଲେ ତଥାପି ଏହି ସ୍ଥାନଟି ମ୍ୟାକ୍ମୋ ହନ ରେଖାରୁ ଯଥେଷ୍ଟ ଦକ୍ଷିଣକୁ ରହିଥିଲା। ତାହାପରେ ସେ ରିମା ନାମକ ସ୍ଥାନକୁ ଯାଇ ତିବ୍ଦତ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିଲେ ଓ ଏଠାରେ ଚୀନ୍‌ର କୌଣସି ପ୍ରଭାବ ବିସ୍ତାର ଦେଖିବାକୁ ପାଇ ନ ଥିଲେ। ତିବ୍ଦତ ସହ ସିମଳା ଚୁକ୍ତି ସ୍ୱାକ୍ଷର କରିବା ଦ୍ୱାରା ବ୍ରିଟେନ୍ ଋଷ୍ ସହିତ ପୂର୍ବରୁ କରିଥିବା ଉଣେଇଶ ଶହ ସାତ ମସିହାର ଇଂରାଜୀ-ଋଷୀୟ ଚୁକ୍ତିନାମାକୁ ଉଲ୍ଲଂଘନ କଲା। ଉଣେଇଶ ଶହ ସାତରେ ଋଷ୍ ଓ ବ୍ରିଟେନ୍ ଚୀନ୍‌ର ମଧ୍ୟସ୍ଥତା ବିନା ତିବ୍ଦତ ସହ କୌଣସି ଚୁକ୍ତି ନ କରିବା ପାଇଁ ଏକମତ ହୋଇଥିଲେ। ଉଣେଇଶ ଶହ ଛଅ ମସିହାରେ ହୋଇଥିବା ଇଂରାଜୀ-ଚୀନୀ ଚୁକ୍ତିନାମା ଅନୁସାରେ ମଧ୍ୟ ଇଂରାଜୀ ଶାସକ ତିବ୍ଦତକୁ ନିଜ ସାମ୍ରାଜ୍ୟରେ ମିଶାଇ ପାରିବେ ନାହିଁ ବୋଲି ସର୍ତ୍ତ ରହିଥିଲା ଯାହା ବ୍ରିଟେନ୍ ଉଲ୍ଲଂଘନ କଲା। ଏହି ସବୁ କାରଣରୁ ମ୍ୟାକ୍-ମୋହନ ରେଖାର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ଭାବି ଉଣେଇଶ ଶହ ସଇଁତିରିଶ ମସିହା ପର୍ଯ୍ୟନ୍ତ ବ୍ରିଟିଶ୍‌ମାନେ ନିଜ ମାନଚିତ୍ରରେ ମ୍ୟାକ୍-ମୋହନ ରେଖା ଦର୍ଶାଇ ନ ଥିଲେ ଓ ସିମଳା ଚୁକ୍ତିନାମାର ସର୍ତ୍ତାବଳୀକୁ ଉଣେଇଶ ଶହ ଅଠତିରିଶ ମସିହା ପର୍ଯ୍ୟନ୍ତ ପ୍ରକାଶିତ କରି ନ ଥିଲେ। ଉଣେଇଶ ଶହ ତେରରେ ତିବ୍ଦତର ସ୍ୱାଧୀନତା ଘୋଷଣାକୁ ଚୀନ୍ ପ୍ରତ୍ୟାଖ୍ୟାନ କରିଥିଲା। ଚୀନ୍ ମତ ରଖିଲା ଯେ ସିମଳା ଚୁକ୍ତି ଓ ମ୍ୟାକ୍-ମୋହନ ରେଖା ଅବୈଧ, ତା’ଛଡ଼ା ତିବ୍ଦତର ସରକାର ଏକ ସ୍ଥାନୀୟ ସରକାର ଓ ଏହାର ଚୁକ୍ତି ସ୍ୱାକ୍ଷର କରିପାରିବାର କ୍ଷମତା ନାହିଁ। ଉଣେଇଶ ଶହ ସତଚାଳିଶ ମସିହାରେ ମ୍ୟାକ୍-ମୋହନ ରେଖାର ଦକ୍ଷିଣରେ ଅବସ୍ଥିତ ତୱାଙ୍ଗ୍ ସହରରେ ତିବ୍ଦତ ଓ ଭାରତ ମଧ୍ୟରେ ସୀମା ଓ ନିୟନ୍ତ୍ରଣ କ୍ଷେତ୍ରକୁ ନେଇ ଆପୋଷ ଆଲୋଚନା ହୋଇଥିଲା। ତିବ୍ଦତର ଅନୁରୋଧ କ୍ରମେ ଭାରତ ଏହାର ସୀମା ଓ ଅଧିକାରକୁ ସମ୍ମାନ ଦେବ ବୋଲି ରାଜି ହେଲା, ତିବ୍ଦତ ମ୍ୟାକ୍-ମୋହନ ରେଖାକୁ ନେଇ କୌଣସି ଆପତ୍ତି କଲା ନାହିଁ ଓ ବ୍ରିଟିଶ୍-ଭାରତ ସରକାର ପରି ସ୍ୱାଧୀନ ଭାରତ ସରକାର ଓ ତିବ୍ଦତ ନିଜ ସମ୍ପର୍କ ବଜାୟ ରଖିବାକୁ ରାଜି ହେଲେ। ବ୍ରିଟିଶ୍ ସୂତ୍ରରୁ ଓ ସରକାରୀ କାଗଜରୁ ଜଣାପଡ଼େ ଯେ ତିବ୍ଦତ ଉଣେଇଶ ଶହ ଚଉଦ ମସିହାରେ ନିର୍ଣ୍ଣୀତ ନୂତନ ସୀମା ଗ୍ରହଣ କରିବା ପାଇଁ ଏକ ସର୍ତ୍ତ ରହିଥିଲା ଓ ଏହି ସର୍ତ୍ତ ହେଲା ଚୀନ୍ ସିମଳା ଚୁକ୍ତିନାମାରେ ସହମତି ପ୍ରକାଶ କରିବ। କିନ୍ତୁ ଚୀନ୍‌ର ସହମତି ନ ମିଳିବାରୁ ତିବ୍ଦତୀୟମାନେ ମ୍ୟାକ୍-ମୋହନ ରେଖାକୁ ଅକାମୀ ବୋଲି ବିଚାର କଲେ। ଉଣେଇଶ ଶହ ଅଠତିରିଶ ମସିହା ବେଳକୁ ତିବ୍ଦତୀୟ ସେନା ତୱାଙ୍ଗ୍ ଅଞ୍ଚଳ ନିୟନ୍ତ୍ରଣ କରୁଥିଲା ଓ ସେହି ବର୍ଷ ହୋଇଥିବା ଏକ ଆଲୋଚନାରେ ଏହି ଅଞ୍ଚଳ ଛାଡ଼ିବାକୁ ମଙ୍ଗିଲା ନାହିଁ। ତତ୍କାଳୀନ ଆସାମ ଗଭର୍ଣ୍ଣର୍ ତୱାଙ୍ଗ୍ ନିଶ୍ଚିତ ଭାବେ ବ୍ରିଟିଶ୍ ଅଞ୍ଚଳ ଯାହା ତିବ୍ଦତ ନିୟନ୍ତ୍ରଣରେ ଅଛି ବୋଲି କହିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଆଜାଦ୍ ହିନ୍ଦ୍ ଫୌଜ ଓ ଜାପାନୀ ସେନା ପୂର୍ବ ପଟୁ ଆକ୍ରମଣ କରିପାରନ୍ତି ଓ ତୱାଙ୍ଗ୍ ଅଞ୍ଚଳରୁ ଭଲ ଭାବେ ସେମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିହେବ ବୋଲି ବ୍ରିଟିଶ୍‌ମାନେ ବଳପୂର୍ବକ ତୱାଙ୍ଗ୍ ଅକ୍ତିଆର କଲେ। ପୂର୍ବେ ଏନ ଇ ଏଫ୍ ଆ ପରିସରଭୁକ୍ତ ମ୍ୟାକ୍-ମୋହନ ରେଖାର ଦକ୍ଷିଣାଂଶ ଚୀନ୍‌ର ପାରମ୍ପରିକ ସୀମା ବୋଲି ଚୀନ୍ ମତ ରଖେ। ଭାରତର ଯୁକ୍ତି ହେଲା ଯେ ଲଦାଖ୍ ଓ ଅରୁଣାଚଳ ପ୍ରଦେଶ ଅଞ୍ଚଳରେ ଚୀନ୍ ଦାବି କରୁଥିବା କ୍ଷେତ୍ର ଚୀନ୍‌ର ବୋଲି ତା ନିଜ ଛଡ଼ା ଆଉ କେହି କୁହନ୍ତି ନାହିଁ ଓ ଏଗୁଡ଼ିକ ଚୀନ୍‌ର କ୍ଷେତ୍ର ବୋଲି କେଉଁଠାରେ ମଧ୍ୟ ଲିଖିତ ପ୍ରମାଣ ନାହିଁ। ଚୀନ୍ ଏହି କ୍ଷେତ୍ର ପୂର୍ବେ କବ୍‌ଜା କରି ରଖିଥିଲା ବୋଲି ଏବେ ମଧ୍ୟ ନିଜର ବୋଲି ଦାବି କରୁଛି। ଶେଷ ଚିଙ୍ଗ୍ ସମ୍ରାଟଙ୍କ ଅଭିଲେଖରେ ଆଗାମୀ ସରକାରଙ୍କୁ ଚୀନ୍‌ର ପାଞ୍ଚୋଟି